ଠିକ୍ ସେଇଆ ହେଲା ତାଙ୍କ ଜୀବନରେ। ଶରୀର ଶରୀରର ମିଳନ ଘଟିନି। ମଧୁଶଯ୍ୟାର ଗନ୍ଧ ଛୁଟିନି-। ସବୁ ରହିଗଲା ପ୍ରତୀକ୍ଷାରେ, ଅପେକ୍ଷାରେ। କି ଏକ ଅଦ୍ଭୁତ ଆବେଗରେ, ସ୍ୱପ୍ନର ଶୀତ୍କାରରେ, ମିଳନବଂଶାର ଆକର୍ଷଣରେ ସେମାନେ ଚାଲିଲେ–ରାତାରାତି। ଅନ୍ଧକାର ଭିତରେ ହିଁ ମିଳନର ସନ୍ଧାନ। କିନ୍ତୁ ଏହି ଅନ୍ଧକାର ହେଲା ସେମାନଙ୍କ ଜୀବନର ଅଭିଶାପ। ଦୁଇ ରାସ୍ତାରେ ଦୁଇ ଜଣ। ପ୍ରସ୍ତାବ ଥିଲା ସେମାନେ ମିଶିବେ ଗୋଟିଏ ସ୍ଥାନରେ, ଯେଉଁଠି ଆଶଙ୍କା ନାହିଁ, ଭୟ ନାହିଁ। ଝୁନୁ ପହଞ୍ଚିଲା, କିନ୍ତୁ ରହମନ୍ ନିରୁଦ୍ଦିଷ୍ଟ। ସକାଳ ପାହି ଆସିଥାଏ। ଝୁନୁ ଦେଖିଲା ତା ମଥାର ସିନ୍ଦୂର ସେମିତି ରହିଛି। କାନ୍ତିରେ ବିଶ୍ରାନ୍ତ ନାହିଁ କେବଳ ଭାଗ୍ୟଟା ବଦଳିଯାଇଚି। ରହମନ୍ ହୁଏତ ବହୁତ ଦୂରରେ ନଚେତ୍ କିଛି ଘଟିଛି ଅଘଟଣ। ଜ୍ୱଳନ୍ତ ଅଗ୍ନି, ବାଷ୍ପାଚ୍ଛନ୍ନ ବିଦ୍ରୋହ ବ୍ୟୂହ ଭିତର ଦେଇ ଆସିବାଟା କ'ଣ ସହଜ? କେବଳ ଆସିପାରିଲା ଝୁନୁ। ଭାବିଲେ ସମୟ ଯାଏ–ଆଶ୍ରୟକୁ ଫୋପାଡ଼ିଦେଇ ସେ ଆସିଚି–ଏକ ଦୁଃସାହସିକ ପଦକ୍ଷେପ ତାର-। ଝୁନୁ ସୁନ୍ଦୁରୀ ବୋଲି ମୁସଲମାନ ଜୁଆନଗୁଡ଼ାକର ଆଖି ପଡ଼େ। ଲୋଲୁପ ଆଖି। ଆଜି ସକାଳେ ହୁଏତ ଚହଳ ପଡ଼ିବଣି–ଝୁନୁ ନାହିଁ, ରହମନ୍ ନାହିଁ। ଚାକୀମା ଉପରେ ବଜ୍ରପାତ, ଝୁନୁ ଅବିଶ୍ୱାସ କଲା ରହମନକୁ। ହୁଏତ ଆସିଚି କିଛି ବାଟ, ପରେ ଫେରିଯାଇଚି ଘରକୁ-। ଯେତେହେଲେ ପଠାଣ ରକ୍ତ ତ। ସେ ରକ୍ତରେ ସ୍ନେହ ଜନ୍ମ ହେବାମାତ୍ରେ ମରିଯାଏ। ଅତି କ୍ଷଣସ୍ଥାୟୀ। ରହମନ୍ ପ୍ରତି ଅନାସ୍ଥାପ୍ରସ୍ତାବ ଆଣି ମନେ ମନେ ଭାବିଲା ଝୁନୁ–ନା, ଆଉ ଫେରିଯିବା ହେବନି। ଆଗେଇଯିବ ସେ–ସୀମା ପାରି ହେବ ଯେତେଦୂର ହେଉପଛେ। ଝୁନୁ ଚାଲି ଚାଲି ଆସିଲା ବର୍ଦ୍ଧମାନ। ରିପ୍ୟୁଜି ଧାଡ଼ିରେ ଠିଆହେଲା–ହାତ ପିତେଇଲା, ଭିକ୍ଷା ମାଗିଲା। ତାର ପୂର୍ବ ରୂପଲାବଣ୍ୟ ଆଉ ନାହିଁ। ହୃଦୟରେ ଗୋଟାଏ ନିଆଁ ଜଳୁଥିଲା କେତେ ଦିନ ଧରି, ଲିଭିଆସିବା ପରେ ଖାଲି ଗୁଡ଼ାଏ ଧୂଆଁ। ଏ ଧୂଆଁରେ ଇଞ୍ଜିନ ଚାଲେ, ତାର ଜୀବନଟା ଚାଲିଚି। ହୃତ୍ପିଣ୍ଡ ପଡ଼ୁଚି ଉଠୁଚି। ଏହି ରହମନ ହିଁ ତା ଜୀବନର ପ୍ରଥମ ସୂର୍ଯ୍ୟ। ସେ ଚାହୁଁଥିଲା ଏହି ସୂର୍ଯ୍ୟର ଅସ୍ତରାଗ, ଏହି ଅସ୍ତରାଗ ଭିତରେ ପୁନର୍ମିଳନ। ଠିକ୍ କୋକାନଦ ଚନ୍ଦ୍ର ପରି। ''କ'ଣ ସରିଗଲା ଏତିକିରେ? '' ବିନୟବାବୁ ପଚାରିଲେ। –ନା ସରିନି। ସେମାନେ ଅଛନ୍ତି। ଗୋଟିଏ ଜୀବନର ଗୋଟାଏ ପାଖୁଡ଼ା ମାତ୍ର ଆପଣ ଦେଖିଲେ। ତାପରେ ଘରେ ଯାହା ଥିଲା ତାକୁ ବିକି ପେଟ ପୋଷିଲୁ ଆମେ ଦୁହେଁ। ଜଠରାଗ୍ନିର ତାଡ଼ନାକୁ ସହ୍ୟକରି ହେଲାନି। ଗୋଟାଏ ଟାଇପ୍ ମେସିନ, ସିଙ୍ଗର ସିଲେଇକଳ, ଦୁଇଟି ଇଲେକ୍ଟ୍ରିକ୍ ପଙ୍ଖା, ଷ୍ଟୋଭ, ଦୁଇଟି ସାଇକେଲ ମଧ୍ୟରୁ ଗୋଟିଏ ପରେ ଗୋଟିଏ ସବୁ ବିକା ଚାଲିଲା। ଗୋଟିଏ ଦିଗରୁ ପେଟ ପାଇଁ, ଅନ୍ୟ ଦିଗରୁ ବଦନାମିରୁ ବଞ୍ଚିବା ପାଇଁ। ପାଠ ପଢ଼ା ବନ୍ଦ। ବନ୍ଦ ପ୍ରାୟ କଲେଜ ଯିବା। ଜୀବନର ସବୁ ଗନ୍ଧ ଯେପରି ଲୋଟିପଡ଼ିଲା ଧୂଳିରେ। ଚୁଲିରୁ ଆଞ୍ଚ ଲିଭିଗଲା। ପରିବାବାଲା କେହି ଆସିଲେ ନାହିଁ ପରିବା ଯାଚିବା ପାଇଁ। ରିକ୍ସାବାଲା ବି ଆସିଲା ନାହିଁ ମା ଯିବେ ବ୍ୟାଙ୍କକୁ, ଦି' ପଇସା ପାଇବା ଆଶାରେ-। ନେକ୍ଟାଇ, ସୁଟ, ଝିଲମିଲି ଶାଢ଼ି ସବୁ ମଇଳା, ଅପରିଷ୍କାର। ପଇସା କାହିଁ ଯେ ଧୋବା ନେବ-। ବାଳଗୁଡ଼ାକ ଶୁଖି ଶୁଖି ଆସିଲାଣି। ନୁଖୁରା, ତେଲ ନାହିଁ, ଚିକ୍କଣ ହେବ କେମିତି? ମୋର ମନେଅଛି, ମୁଁ ଖବର କାଗଜ ବିକେ, ରୋଜଗାର କରେ। ଏ ଓଳି ଚାରଣା, ସେ ଓଳି ଚାରଣା। ଦୁଇ ଅଣାର ଭାତ, ଚାରି ପଇସାର ଡାଲି ହୋଟେଲରୁ ଆଣେ, ଦୁହେଁ ଏକାଠି ବସୁ। ଗୋଟାଏ ବାସନରେ ଦୁଇଟା ହାତ। ଖାଉ। ଭୋକିଲା ପେଟର ବାକୀ ଅଂଶଟା ଭର୍ତ୍ତିକରୁ ପାଣି ପିଇ। ସ୍ୱଚ୍ଛଳତା, ପ୍ରାଚୁର୍ଯ୍ୟ ଭିତରେ ହୁଏତ କେବେ ଝୁନୁ ଭାବିଥିଲା ଭବିଷ୍ୟତରେ ମୁଁ ହେବି ତାର ସ୍ୱାମୀ। ସେଇଥିପାଇଁ ସେ ବୁଲେଇ ବୁଲେଇ କଥା କହୁଥିଲା ବହୁତ। ଦିନେ ମୁଁ ତାକୁ ପଚାରିଥିଲି–ଭାରି କଷ୍ଟ ହେଉଚି ଝୁନୁ, ନା? ଆଖିରେ ଲୁହ ନ ଥାଏ ପେଟ ଶୁଖିଲା ଓଠ ଦିଇଟା, ରକ୍ତହୀନ ଶରୀର। କିଛି ଉତ୍ତର ନ ଦେଇ ନଇଁଆସିଲା ଝୁନୁ ଠିକ୍ ଛୋଟ ପିଲାଟି ଭଳି। ଆତୁର କରୁଣ ଆଖି ଦିଇଟା ମେଲି ସେ ମତେ ଚାହିଁଥିଲା। ଶେଷରେ ଗୋଟାଏ ଶବ୍ଦ। ଏକମାତ୍ର ସମ୍ବୋଧନ–ଦାଦା! ତାପରେ କିଛି କହିନି ସେ।